ଆଉ ସେହି ହସ ଭିତରେ କେଉଁ ପରିମାଣରେ ଯେ ଦୁଃଖ ମିଶ୍ରିତ ହୋଇ ରହିଥିଲା, ତାହା ପରିଷ୍ଫୁଟ ହୋଇଉଠୁଥିଲା। ତୁଷାରକାନ୍ତି ଲକ୍ଷ୍ୟ କଲେ, କ୍ରମଶଃ ତାର ସୁନ୍ଦର ମୁଖମଣ୍ଡଳର ଆଢ଼ୁଆଳରେ ଗଭୀର ଦୁଃଖର ରେଖା ପରିଷ୍ଫୁଟ ହୋଇ ଆସୁଛି। ଆଉ ସେହି ଦୁଃଖର ସୃଷ୍ଟି ହିଁ ହୋଇଛି ଅନ୍ତରର ନିବିଡ଼ତମ ପ୍ରଦେଶରୁ। ଏ ଦୁଃଖ ଯେତେବେଳେ ରୁଦ୍ଧ ଆବେଗର ପର୍ଦ୍ଦା ଖୋଲି ବାହାରି ଆସିଛି, ସେତେବେଳେ ତାହା ଓ ଅପ୍ରକାଶିତ ହେବାର ନୁହେଁ। ପ୍ରକୃତରେ ଲୀଳାର ଦୁଃଖରେ ତୁଷାରକାନ୍ତିଙ୍କର ଅନ୍ତରତମ ପ୍ରଦେଶର କେଉଁ କୋଣରେ ଆଘାତ ଲାଗିଲା କେଜାଣି, ସେ ସମବେଦନଶୀଳ ହୋଇଉଠିଲେ। ସେହିଭଳି ଭାବରେ ଚକ୍ଷୁରେ ନିରୀହ କୃଷ୍ଣସାଗର ଦୃଷ୍ଟି ତୋଳି ଛିଡ଼ା ହୋଇଥିଲା ଲୀଳା। ତୁଷାରକାନ୍ତିଙ୍କର ମନେହେଲା, ସେ ସହଜରେ ଯେମିତି ତାଙ୍କୁ ବିଶ୍ୱାସ କରିପାରୁନାହାନ୍ତି। ବିଶ୍ୱାସ କରିବାର ବି ନୁହେଁ। ତୁଷାରକାନ୍ତି ଉଠିଲେ। ଲୀଳାର ଗୋଟାଏ ହାତ ଧରି ଖଟ ଉପରେ ବସାଇ ଦେଇ କହିଲେ, ମୋତେ ବିଶ୍ୱାସ କର ଲୀଳା। ତୁମେ ଭାବ ନାହିଁ ଯେ ଦଳପତି ମୋତେ ଯେଉଁ ଆସନ ଦେଇଛନ୍ତି, ମୋର ପ୍ରତ୍ୟେକ କର୍ମଚାରୀଙ୍କ ମନରେ ଦୁଃଖର ଝଡ଼ ବୁହାଇ, ତାଙ୍କର ଦୁଃଖର କାରଣ ନ ବୁଝି ତାଙ୍କୁ ଅଯଥା ଦଣ୍ଡରେ ଦଣ୍ଡିତ କରିବି। ମୁଁ ତୁମକୁ କଥା ଦେଉଛି, ତୁମର ପ୍ରତ୍ୟେକ କଥା ମୋ ନିକଟରେ ଖୁବ୍ ଗୋପନୀୟ ହୋଇ ରହିବ। ଆଉ ମୁଁ ନିଶ୍ଚିତ ତୁମକୁ ମୋର ଯଥାସାଧ୍ୟ ଚେଷ୍ଟା କରି ସୁଖୀ କରାଇବାକୁ ଚେଷ୍ଟା କରିବି। ତୁଷାର ବାବୁ, ସତରେ ମୋତେ ତୁମେ କ୍ଷମା କରିବ? ଦଳର ନିୟମ ଅବମାନନା କରି ମୋତେ ରକ୍ଷା କରିବାକୁ ଚେଷ୍ଟା କରିବ? ଦଳର ନିୟମ ଅବମାନନା କରିବାର ପ୍ରଶ୍ନ ଉଠିଲ ଉଠିବ ନାହିଁ, ଲୀଳା। ଜୋର୍‌ଜବରଦସ୍ତରେ ଜଣକର ମନକୁ ବାଧ୍ୟ କରି ନିୟନ୍ତ୍ରିତ କଲେ ତାହା ଯେପରି କ୍ଷୀଣସ୍ଥାୟୀ ହୁଏ, ଆଉ ପଦେ ପଦେ ଯେପରି ବିପଦର ସମ୍ଭାବନା ରହିଥାଏ, ତା ମନରେ ଶାନ୍ତିର ଉତ୍ସ ଖେଳାଇ ଯଦି କାମ ହାସଲ କରିବାକୁ ଚେଷ୍ଟା କରାଯାଏ, ତା ହେଲେ ଆଉ ଭୟର ସମ୍ଭାବନା ନଥାଏ। ଡକ୍ଟର ସା'ବ, ଲୀଳା, ତୁମ ପାଖକୁ ମୁଁ ଲୁସିର ଉପସ୍ଥିତି ସହ୍ୟ କରିପାରେନା, ତୁଷାର ବାବୁ। ମୁଁ. ମୁଁ. ଚାହେଁନା ଲୀଳା ଅଟକିଗଲା। ହୁଏତ ତାର ଅର୍ଦ୍ଧୋଚ୍ଚାରିତ ବାକ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସାହସ ପାଇପାରିଲା ନାହିଁ ସେ। ତୁଷାରକାନ୍ତିଙ୍କୁ ଲୀଳାର ଏହି କଥା କିନ୍ତୁ ଗଭୀର ଅନ୍ୟମନସ୍କତାର ଜଗତକୁ ଓଟାରି ନେଇଗଲା। ସେ ନିରି ନୀରବରେ ଯେମିତି କେଉଁ ଚିନ୍ତାରେ ବୁଡ଼ି ରହିଥିଲେ। ତା ପରେ ଆସ୍ତେ ଆସ୍ତେ ତାଙ୍କର ଚକ୍ଷୁ ଫେରି ଆସି ଲୀଳାର ଚକ୍ଷୁ ଦୁଇଟି ଉପରେ ଲାଗିରହିଲା। ସେ କିଛି ସମୟ ସେହିପରି ଭାବରେ ତାକୁ ଅନାଇ ରହି କହିଲେ, ଏ ଦଳକୁ ବାଦ୍ ଦେଲେ ଆମେ ପରସ୍ପର ସାଧାରଣ ମଣିଷ। ସାଧାରଣତଃ ମଣିଷ ମନରେ ଦୟା, କ୍ଷମା ଆଉ ମାୟାର ଯେଉଁ ଆସ୍ତରଣ ଘେରି ରହିବା କଥା, ଆମ ମନରେ ସେହି ଭାବନାର ବ୍ୟତିକ୍ରମ ସୃଷ୍ଟି ହୋଇନାହିଁ। ଲୁସି ବିରୁଦ୍ଧରେ ତୁମେ କୌଣସି କଥା କହି ମୋ ନିକଟରୁ ଭୟର ଆଶା କଦାପି କରିବ ନାହିଁ, ଲୀଳା। ତୁଷାର ବାବୁ! ଅତ୍ୟଧିକ ଆବେଗରେ ତୁଷାରକାନ୍ତିଙ୍କ ବାହୁଦ୍ୱୟକୁ ଧରି କହିଉଠିଲା ଲୀଳା। ତୁଷାରକାନ୍ତିଙ୍କ ବିବେକ ବୋଧହୁଏ ଆତ୍ମହତ୍ୟା କରିସାରିଥିଲା ଲୀଳାର ଅନୁପମ ସୌନ୍ଦର୍ଯ୍ୟ ନିକଟରେ। ଲୀଳାର ମୁଖମଣ୍ଡଳ ତାଙ୍କ ନିକଟରୁ ଖୁବ୍ ଅଳ୍ପ ଦୂରରେ ରହି ସୀତ୍କାର ସୃଷ୍ଟି କରୁଥିଲା। ତାଙ୍କର କମ୍ପିତ ହସ୍ତଦ୍ୱୟ ଲୀଳାକୁ ନିଜ ଆଡ଼କୁ ଆକର୍ଷିତ କରି ଆଣିଲା। ବାଧା ଦେଲା ନାହିଁ ଲୀଳା। ତୁଷାରକାନ୍ତିଙ୍କ କୋଳରେ ନିଜର ମସ୍ତିଷ୍କଟି ରଖି ଚକ୍ଷୁ ଦୁଇଟି ବନ୍ଦ କରିଦେଇଥିଲା ସେ। ତୁଷାରକାନ୍ତିଙ୍କ ମୁଖମଣ୍ଡଳରେ ପ୍ରସନ୍ନତାର ଆଭା ଫୁଟିଉଠୁଥିଲା। ତାର ତରଙ୍ଗିୟ ଚୂର୍ଣ୍ଣ କୁନ୍ତଳରେ ହସ୍ତ ସଞ୍ଚାଳନ କରୁ କରୁ ସେ କହିଲେ, ସତରେ ଲୀଳା, ତୁମକୁ ଦେଖିଲେ ମୋର କଣ ମନେହୁଏ ଜାଣେ? ଲୀଳାର ଅଧରଦ୍ଵ ଦ୍ୱୟ ଥରିଉଠି ନୀରବ ହୋଇଗଲା। ହୁଏତ କୌଣସି ଅଭିଶାପ ନେଇ ମର୍ତ୍ତ୍ୟର ଏହି ପୁରୀରେ ତୁମର ଅବିର୍ଭାବ ହୋଇଛି। ଅଭିଶାପ. ହୁଏତ ତୁମର କଥା ଠିକ୍ ତୁଷାରକାନ୍ତି। ମୁଁ ଶାପଗ୍ରସ୍ତ। ମୋର ଅତୀତ, ବର୍ତ୍ତମାନ, ଭବିଷ୍ୟତ ସବୁ କିଛି ନିଶ୍ଚିହ୍ନ ହୋଇଯାଇଛି। କେବଳ ବୁକୁ ଭିତରେ ଉଦ୍‌ବେଳିତ କୋହର ତରଙ୍ଗ ଧରି ମୁଁ ପଡ଼ିରହିଛି।